ସଂଘର ସଂଘର୍ଷ ଫଳରେ ଅଧ୍ୟାପକମାନଙ୍କର ବେତନ ବଢ଼ି ବଢ଼ି ଚାଲିଛି। ଏଣେ ଶିକ୍ଷା ଘରେ କୁଆ ଉଡୁଛନ୍ତି। ଏସବୁ ଯାଇ ଯାଇ କେଉଁ କେଉଁଯାଏ ଯିବ ବୋଲି ମୁଁ ସେମାନଙ୍କୁ ପଚାରୁଥିଲି। ବର୍ତ୍ତମାନ ତ ବଢ଼ିବାର ପ୍ରକ୍ରିୟାରେ ନିଜକୁ ଅଧିକରୁ ଅଧିକ ସଫଳ ବୋଲି ମନେ ହେଉଥିବ। ବେତନ ବଢ଼ି ବଢ଼ି କୋଉଯାଏ ଯିବ। ଜଣେ ମଣିଷ ସେହି ପ୍ରକ୍ରିୟାରେ ନିଜେ ମଧ୍ୟ କ୍ରମଶଃ ପୋଲା ହୋଇ ଯିବନାହିଁ କି? ଯେଉଁ ଦେଶରେ ତଳଟା ବିଷୟରେ ଆଦୌ କୌଣସି ଚିନ୍ତା ନକରି ଉପରେ ଥୋକେ ଚାକିରିଆ ଦରମାରେ ଉପରକୁ ଉଠି ଉଠି ଯାଉଥାନ୍ତି ଓ ସେହି ମାପରେ ନିଜକୁ ପ୍ରଭାବସମର୍ଥ ବୋଲି ଅନୁଭବ କରୁଥାନ୍ତି, ସେହି ଦେଶରେ ବିଚରା ଅଧ୍ୟାପକମାନଙ୍କର ଦଇନିଗୁଡ଼ିକ ଅବଶ୍ୟ ବୁଝି ହଉଛି। ପୃଥିବୀରେ ଦଇନିଗୁଡ଼ିକର ଦରବାରମାନେ ମଧ୍ୟ ରହିଛନ୍ତି। ଦଇନିମାନେ ଯେ ଦରମା ବଢ଼ିବାରେ ଛିଣ୍ଡି ଯାଉଛନ୍ତି ସେଇଟା ହିଁ ସବୁଠାରୁ ଅଧିକ ବିଚିତ୍ର ବୋଧ ହେଉଛି। ଶିକ୍ଷାର ତରାଜୁରେ ହିଁ ଯାବତୀୟ ଗୁହାରିର ଓଜନ ହେଉଥାନ୍ତା। ଶିକ୍ଷାର ଘର ବୁଡ଼ି ବୁଡ଼ି ଯାଉଥିବ ଏବଂ ଆମ ସାହେବମାର୍କା ବୀର ଅବଧାନମାନଙ୍କର ବେତନ ବୃଦ୍ଧି ପାଉଥିବ, ଇଏ ପୁଣି କେଉଁ ହିସାବର କଥା? ଯଦି ଦରମା ଅଧିକ ମିଳିବ, ତାହା ଧୁଆ ଅଧୁଆ ସମସ୍ତଙ୍କୁ ମିଳିବ କିପରି? କାହିଁକି ବା ମିଳିବ? ଅଧ୍ୟାପକମାନଙ୍କର ପ୍ରବୀଣତା ଏବଂ କ୍ରମୋତ୍ତର ଯୋଗ୍ୟତାକୁ ପରଖି ଦେଖିବାକୁ କୌଣସି କଷଟି ରହିବ ନାହିଁ କାହିଁକି? ଖାଲି ବୟସଟା ବଢ଼ିଲେ ଜଣେ ମଣିଷ ଅଧିକ ସମର୍ଥ ହୋଇଯାଏ, କେବଳ ସେତିକି ମାନଦଣ୍ଡକୁ କେଉଁ ନ୍ୟାୟରେ ମାନ ମାନି ନିଆଯିବ? ମୁଁ ଅଧିକ ଯୋଗ୍ୟ ହେଉଛି ବୋଲି ମୋ ଠାରୁ ଅନ୍ତତଃ କିଛି ନା କିଛି ପରୀକ୍ଷା ଓ ପ୍ରମାଣ ନିଆଯିବା ଉଚିତ। ଏହି ଗୋଟିଏ ମାନଦଣ୍ଡରେ ଆମର ଶତକଡ଼ା ନବେ ଅଧ୍ୟାପକ ଯଦି ଫେଲ୍ ହୋଇଯିବାର ଆଶଙ୍କା ରହିଥିବ, ତେବେ ତଥାପି ବୟସ ବଢୁଥିବା ଅନୁସାରେ ବେତନ ବଢ଼ି ବଢ଼ି ଯାଉଥିବ କି? ଜଣେ ଅଧ୍ୟାପକ ତାଙ୍କ ନିଜ ବିଷୟରେ ବିଗତ ଏତେ ବର୍ଷ ମଧ୍ୟରେ କଣ ସବୁ ନୂଆ ବହି ପାଠ କରିଛନ୍ତି, ସ୍ୱୟଂ କଣ ସବୁ ଲେଖିଛନ୍ତି, ସିଏ କେତେ ନିୟମିତ ଭାବରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଉପସ୍ଥିତ ହୋଇ ପାରିଛନ୍ତି, ଏବଂ ସର୍ବୋପରି, ଜଣେ ଅଧ୍ୟାପକ ହିସାବରେ ସିଏ ନିଜ ଛାତ୍ରମାନଙ୍କୁ କେତେ କଣ ବିଦ୍ୟାଗତ ନେତୃତ୍ଵ ଦେଇ ପାର ପାରିଛନ୍ତି, ଇତ୍ୟାଦି ଇତ୍ୟାଦି କେତେ କଥାର ବିଚାର କରାଯାଇପାରେ। ଖାଲି ସରକାର ବିଚାର କଲେ ତାହା ମୋଟେ ଠିକ୍ ହେବ ନାହିଁ। ସ୍ଵୟଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି କ୍ଷେତ୍ରରେ ଏକ ମତାଧିକାର ଅବଶ୍ୟକ ରହିଛି। ଅତ୍ୟନ୍ତ ଲଜ୍ଜାର କଥା ଯେ, ଶିକ୍ଷକ ସଂଘ ନିଜ ଆଡୁ ଏହି ପ୍ରଶ୍ନଗୁଡ଼ିକ କେବେ ହେଲେ ଉଠାଏ ଉଠାଏ ନାହିଁ। ଶିକ୍ଷାର ଅନୁରୂପ ଏକ ଶିକ୍ଷିତ ସାହସ ଥିଲେ ଏପରି କଦାପି ହେଉ ନଥାନ୍ତା। ନିଜ ସ୍ୱାର୍ଥର ଗାତଟା ଭିତରେ ପଶିବାକୁ ମନସ୍ଥ କରି ଆମ ଅଧ୍ୟାପକମାନେ ସ୍ୱାଧୀନ ଭାରତର ଏହି କେତେଟା ବର୍ଷ ମଧ୍ୟରେ ଏପରି ଭୀରୁ ଓ ଆତ୍ମକାତର କାହିଁକି ହୋଇ ପଡ଼ିଛନ୍ତି କେଜାଣି? ଏହି ଦୁର୍ଦ୍ଦଶା ନିମନ୍ତେ କଣ କେବଳ ସେହି ବଳୀୟାର ସଂଘଟାକୁ ଦାୟୀ କରାଯିବ? ଗଦଟାକୁ ସୁଂଘି ଅଚେତ ହୋଇ ରହିଥିବା ମଣିଷଟାକୁ କଣ ଏଥିପାଇଁ ଆଦୌ ଦାୟୀ କରାଯିବ ନାହିଁ? ରାଜ୍ୟରେ କଣ ଅନ୍ତତଃ କିଛି ସଂଖ୍ୟାର ଅଧ୍ୟାପକ ନାହାନ୍ତି, ଯେଉଁମାନେ ଏହି କଥାଟିକୁ ବିଚାରର ମଞ୍ଚ ଉପରକୁ। ଆଣନ୍ତେ, ସଂଘର ଦରବାରରେ ଏହି କଥାଟିର ଚର୍ଚ୍ଚା ହେଉ ବୋଲି ଦାବି କରି ପାରନ୍ତେ। ସରକାରଙ୍କର ଖାତା ଅନୁସାରେ କଲେଜଗୁଡ଼ିକର କେତେ ପ୍ରକାର ଶ୍ରେଣୀବିଭାଗ କରାଯାଇଛି ଏବଂ ସେହି ଅନୁସାରେ ଅଧ୍ୟାପକମାନଙ୍କୁ